କିନ୍ତୁ ପରିହାସ କରିବା ପୂର୍ବରୁ ସେମାନଙ୍କର ମନେରଖିବା ଉଚିତ ଯେ ଶଙ୍ଖମଲମଲ ପଥରରେ ଘୁଷୁରି ଗୁହ ଫିଙ୍ଗିଦେଲେ ସୁଦ୍ଧା ଶଙ୍ଖମଲମଲ ପଥର ଶ୍ରୀହୀନ ହୋଇଯାଏ ନାହିଁ, ବରଂ ଘୁଷୁରି ଗୁହ ଫିଙ୍ଗିବା ବ୍ୟକ୍ତି ହିଁ ଜନତା ଆଖିରେ ହୀନ ଓ ହେୟ ବୋଲି ବିବେଚିତ ହୋଇଥାଏ। '' ସୁଜାତାର କଥାରେ ବୀରେନ୍ଦ୍ର ସେଦିନ କୌଣସି ଜବାବ୍ ଦେଇପାରିଲେ ନାହିଁ। ସେ କେବଳ ଛିଡ଼ାହୋଇ ଭାବୁଥିଲେ ସେଦିନର ସୁଜାତା ଓ ଆଜିର ସୁଜାତା ମଧ୍ୟରେ କ'ଣ ଏତେ ତଫାତ୍? ଏହି ସୁଜାତା ଦିନେ କହିଥିଲା ''ବୀରେନ୍ଦ୍ର! ନାରୀ ଯାହାକୁ ଭଲପାଏ ସେ ତା' ପାଇଁ ତାହାର ସର୍ବସ୍ୱ ତ୍ୟାଗ କରି ତାକୁ ଆପଣାର କରେ। ନାରୀ ଚାହେଁ ତା'ର ମନର ମଣିଷ। ଯେ ମନର ମଣିଷ ନ ପାଏ ସେ ସାରା ଜୀବନ ଅଶାନ୍ତିରେ ଲୁହ ଢାଳି ଢାଳି ଦୁନିଆରୁ ବିଦାୟ ନିଏ। '' ସୁଜାତାର କଥା ଶୁଣି ବୀରେନ୍ଦ୍ର ପଚାରିଲେ ''ଯେ ମନର ମଣିଷ ପାଏ? '' ସୁଜାତାର ଅଧର କୋଣରେ ହସର ଲହରୀ ଖେଳିଯାଇଥିଲା। ସେ ବୀରେନ୍ଦ୍ରର ଗଳଦେଶରେ ଦୁଇବାହୁ ବେଷ୍ଟନ କରି କହିଥିଲା ''ମନର ମଣିଷ ମିଳିଲେ ସ୍ତ୍ରୀ କହେ ଦୁନିଆ ହେଉଛି ସ୍ୱର୍ଗ। ଏହି ଦୁନିଆ ହେଉଛି ଚିରଶାନ୍ତ ଓ ନିତ୍ୟ ସୁଖର ଆଧାର। '' ସୁଜାତାର ଏହି କଥା ପଦକରେ ସେଦିନ ବୀରେନ୍ଦ୍ରର ସମସ୍ତ ପୌରୁଷ ନଷ୍ଟ ହୋଇଯାଇଥିଲା। ସେ ଭାବୁଥିଲେ ସୁକୃତ ନ ଥିଲେ ସୁଜାତା ଭଳି ସୁଗୁଣ ସମ୍ପନ୍ନା ସ୍ତ୍ରୀ କୌଣସି ପୁରୁଷର ଭାଗ୍ୟରେ ଘଟେ ନାହିଁ। କାହିଁ ସେ, ଆଉ କାହିଁ ସୁଜାତା? ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇ ଧରିବାକୁ କେବଳ ଆଶା କରିବା ବୃଥା। ବୀରେନ୍ଦ୍ରର ମନ ସେଦିନ ଆପେ ଆପେ ଦୁର୍ବଳ ହୋଇଯାଇଥିଲା। ନିରାଶାର କଳା ଛାଇ ଘୋଟିଯାଇଥିଲା କ୍ଷଣକ ମଧ୍ୟରେ ବୀରେନ୍ଦ୍ରର ମୁଖମଣ୍ଡଳରେ। ସେ କେବଳ ଗୋଟିଏ କଥା ଭାବୁଥିଲେ। ସୁଜାତାର ଏ ମନ, ଏ ହୃଦୟ କ'ଣ ସବୁଦିନେ ରହିବ? ତାହା କ'ଣ ବଦଳି ଯିବ ନାହିଁ? କିଶୋରୀ ବାଳିକାର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଙ୍ଗ ପ୍ରତ୍ୟଙ୍ଗର ସୌନ୍ଦର୍ଯ୍ୟ ଯେପରି ବଦଳିଯାଏ ତାହାର ମନ ମଧ୍ୟ କ୍ରମେ କ୍ରମେ ସେହିପରି ବଦଳିଯାଏ ନାହିଁ କି? ନାରୀର ମନ ଶରତ ଆକାଶର ଭସାମେଘ ପରି ଗତିଶୀଳ। କହିବାବେଳେ ସେ ସବୁ କହିଯାଏ; କିନ୍ତୁ ପରେ ସେ ନିଜକୁ ସଂଶୋଧନ କରିବାକୁ ଯତ୍ପରୋନାସ୍ତି ଚେଷ୍ଟା ମଧ୍ୟ କରେ। ତେଣୁ ସ୍ତ୍ରୀ କଥାର ବା ଦାମ କ'ଣ? ବୀରେନ୍ଦ୍ର ଏହିପ୍ରକାର ଦୁର୍ଭାବନାରେ ରତ ଥିଲାବେଳେ ହଠାତ୍ ସୁଜାତା ପଚାରିଲା, ''କ'ଣ ଭାବୁଛ ବୀରେନ୍ଦ୍ର? '' ''ବର୍ତ୍ତମାନ ସଙ୍ଗରେ ଭବିଷ୍ୟତକୁ ମିଳାଉଥିଲି। '' ସୁଜାତା ହସି ହସି କହିଲା, ''ବର୍ତ୍ତମାନ ସଙ୍ଗେ ଭବିଷ୍ୟତକୁ କ'ଣ କେହି କେବେ ମିଳାଇପାରେ ଯେ ତୁମେ ମିଳାଇବାକୁ ଯାଉଛ? '' ''ତଥାପି ଚେଷ୍ଟା କରୁଥିଲି। '' ଏତିକି ଉତ୍ତର ଦେଇ ବୀରେନ୍ଦ୍ର ଦୀର୍ଘଶ୍ୱାସ ପକାଇଲେ। ସୁଜାତା ବୀରେନ୍ଦ୍ରର ହାତଟିକୁ ନିଜ ହାତମୁଠାରେ ଚିପିଧରି କହିଥିଲା, ''ଯେତେ ଚେଷ୍ଟା କଲେ ମଧ୍ୟ ଏ ହାତଟି ଆଉ କେହି ମୋ ପାଖରୁ ଛଡ଼ାଇ ନେଇ ପାରିବ ନାହିଁ। '' ମୁଖରେ ଅବିଶ୍ୱାସର ହସ ଫୁଟାଇ ବୀରେନ୍ଦ୍ର ପଚାରିଲେ ''ତୁମକୁ ବିଶ୍ୱାସ କରିପାରିବି ତ ସୁଜାତା? '' ''ତେବେ ତୁମେ କ'ଣ କହିବାକୁ ଚାହଁ, ସ୍ତ୍ରୀ ମାତ୍ରେହିଁ ବିଶ୍ୱାସରେ ବିଷ ବୋଳନ୍ତି? '' ସୁଜାତାର କଣ୍ଠ ରୁଦ୍ଧ ହୋଇଆସିଲା। '' ମୁଁ ତୁମକୁ ଯେତେ ବିଶ୍ୱାସ କରିବାକୁ ଚେଷ୍ଟା କରୁଛି ସୁଜାତା! ମୋର ପାରିପାର୍ଶ୍ୱିକ ଅବସ୍ଥା ମୋ ମନରେ ସେତେ ଅବିଶ୍ୱାସ ଆଣି ପୂରାଇ ଦେଉଛି। ବୀରେନ୍ଦ୍ର ଏତିକି ଉତ୍ତରଦେଇ ମଥା ତଳକୁ ପୋତିଦେଇଥିଲେ। ସୁଜାତା ଅପେକ୍ଷାକୃତ ଉଚ୍ଚ ଗଳାରେ କହିଥିଲା, ''ତୁମେ ହେଉଛ ଗୋଟିଏ ଗରିବ ପରିବାରର ପୁଅ ଏବଂ ମୁଁ ହେଉଛି ଗୋଟିଏ ଜମିଦାର ପରିବାରର ଆଦରଣୀୟା କନ୍ୟା। ସେଥିପାଇଁ ବୋଧହୁଏ ତୁମେ ଭାବୁଛ ତୁମ ସଙ୍ଗେ ମୋର ବିବାହ ଏକାବେଳକେ ଅସମ୍ଭବ। '' ''କେବଳ ଅସମ୍ଭବ ନୁହେଁ ସୁଜାତା! ଏକାବେଳକେ କଳ୍ପନାତୀତ। ଶୁଷ୍କ ମୁଖରେ ଉତ୍ତରଦେଲେ ବୀରେନ୍ଦ୍ର। '' କ୍ଷଣକାଳ ପାଇଁ କାହାରି ମୁହଁରେ ଭାଷା ନ ଥିଲା। ସୁଜାତା ପ୍ରଥମେ କଥା ଆରମ୍ଭ କରି କହିଲା, ''ଶ୍ମଶାନବାସୀ ଶିବଙ୍କୁ ଯେ ସତୀ ବରଣ କରିଥିଲେ ତାହା ତୁମେ କ'ଣ ଅବିଶ୍ୱାସ କର? ସତୀ ମଧ୍ୟ ତ ମୋ ଭଳି ଜଣେ ସ୍ତ୍ରୀ। '' ବୀରେଦ୍ର ବ୍ୟଙ୍ଗ ସ୍ୱରରେ କହିଲେ, ''ସ୍ତ୍ରୀ ସତ୍ୟ, ମାତ୍ର ତୁମ ଭିତରେ ଓ ତାଙ୍କ ଭିତରେ ବହୁତ ପାର୍ଥକ୍ୟ ରହିଛି।